କ'ଣ ମିଳିବ? -ଏହି ପ୍ରଶ୍ନ ମନରେ ନ ରଖି ଆମେ ଯେତେବେଳେ କରିବା, ଲେଖିବା ଓ ବଞ୍ଚିବା ପାଇଁଚେଷ୍ଟା କରୁ ସେତେବେଳେ ଆମକୁ କୁହାଯାଏ ଉନ୍ନତ। ଏମିତି ଉନ୍ନତ ଥିଲେ ବ୍ରିଟିଶ ଜାତି। ଏମିତି ଉନ୍ନତ ଗୋରଖା ଜାତି। ଏମିତି ଉନ୍ନତ ପଞ୍ଜାବୀ ଜାତି। ପ୍ରତ୍ୟେକ ସଂଗ୍ରାମଶୀଳ ପରିସ୍ଥିତିରେ ଏହି ଦୋକାନଦାରୀ ମନ କାମ ଦିଏ ନାହିଁ। ଏହାର ତୀବ୍ର ସମାଲୋଚନା ଫକୀରମୋହନ କରିଛନ୍ତି। ମରହଟ୍ଟା ବାହିନୀରେ ଦରମାଖିଆ ସୈନ୍ୟମାନେ କିପରି ପଳାଇବା ଓ ସୁବିଧାରେ ରହିବା ଚେଷ୍ଟାରେ ଆତ୍ମବିସ୍ମୃତ ହୋଇ ନିଜେ ହାରି ଯାଉଥିଲେ। ଏହି ସୁବିଧାବାଦ ଓ ପଳାୟନବାଦ ଆଜିର ଓଡ଼ିଆ ସାହିତ୍ୟରେ ଓ ଓଡ଼ିଆ ସମାଜରେ ବଡ଼ ପ୍ରଶ୍ନ। ପଳାଇବାର ଦର୍ଶନ ଯେମିତି ପରିବର୍ତ୍ତନରେ ସାହାଯ୍ୟ କରିଛି ଠିକ୍ ସେମିତି ଏହା ଅନେକ ଜାତିକୁ ଧ୍ୱଂସ କରି ଦେଇଛି। ଦିଲ୍ଲୀ ଉପରେ ଅନେକଥର ଶତ୍ରୁ ଆସି ତାହାର ବିଭୀଷିକା ଦେଖାଇ ଯାଇଛି। ଦିଲ୍ଲୀ ସହରର ଲୋକେ ଏହି ପଳାୟନପନ୍ଥୀ ସୁବିଧାବାଦ ବିରୁଦ୍ଧରେ ଗୋଟିଏ ପିଲାଙ୍କ ପାଇଁ ଛୋଟ କବିତା ଚଳାଇ ରଖିଛନ୍ତି- ଜାନ୍ ବଚ୍ଚି ଲାଖୋ ପାଇ ଘରକୋ ବୁଦ୍ଧୁ ଲୌଟ୍ ଆଇ। ଜୀବନ ରକ୍ଷା ହେଲେ ଲକ୍ଷେ ଟଙ୍କା ମିଳିଲା। କିନ୍ତୁ ସେହି ଲୋକଟି ଓଲୁଟିଏ ହେଇ ଫେରି ଆସିଲା। ଓଡ଼ିଆ ସାହିତ୍ୟିକ ଏହି ତିରିଶିବର୍ଷରେ ସୁବିଧାବାଦର ପ୍ରଚାର କରିଛି। ଏଣେ ଅପରର ସାହିତ୍ୟରୁ ସ୍ୱାଧୀନତାର କାହାଣୀ, ଗାଥା ଓ ତତ୍ତ୍ୱ ଆଣି ଓଡ଼ିଆ ସାହିତ୍ୟରେ ଖଞ୍ଜୁଛି। ଓଡ଼ିଆ ସାହିତ୍ୟର ଧାରା ବିଚିତ୍ର। ଅଠରଶହ ସତାବନ ମସିହାରେ ଯେଉଁ ଫୌଜ ତରଫରୁ ସ୍ୱାଧୀନତା ଯୁଦ୍ଧ ହେଲା ସେଥିରେ ପୁରୀର ଚାଖି ଖୁଣ୍ଟିଆ ଅନେକ କାମ କରି ଆଞ୍ଚଳିକ ପ୍ରସିଦ୍ଧି ପାଇଥିଲେ। ଚାଖି ମରିଯାଇଛନ୍ତି ବୋଲି ପ୍ରଚାର ହେଲା। ତାଙ୍କର ଯୁବତୀ ସ୍ତ୍ରୀ ବିଧବା ହେଇ ରହିଲେ। ଅନେକ ଦିନ ପରେ ଚାଖିଖୁଣ୍ଟିଆ ଫେରିଲେ। କାର୍ତ୍ତିକ ମାସର ଭୋର ବେଳରେ ସେ ଆସି ତାଙ୍କର ବିଧବା ସ୍ତ୍ରୀଙ୍କୁ ଭେଟିଲେ। ଏଥିରେ ମିଳନ ପର୍ବର ପହଳି କରି ଚାଖିଖୁଣ୍ଟି ଆଙ୍କର ଭାଉଜ କହିଥିଲେ- ନଈରେ ବାଳିଆ ଚହଟିଲା କଜଳ ସିନ୍ଦୂର ନାଆ ଲୋ ରାଣ୍ତ ପୁଣି ଚାଖିଆ ଲେଉଟିଲା। ଇଏ ଗୋଟିଏ ଓଡ଼ିଆ ଉପନ୍ୟାସ। ଏହି ଚାରିଧାଡ଼ିରେ ଯାହା ରହିଛି ସେଥିରେ ବର୍ଣ୍ଣନାର ପୃଷ୍ଠଭୂମି ହେଲା ସମକାଳୀନ ଘଟଣାର ଲୋକ-ଶୃତି ଓ ଲୋକ-ସମର୍ଥନ। ଏହାପରେ ଏହି କଥାର ବିଭିନ୍ନ ପ୍ରୟୋଗ ବିଭିନ୍ନ ଅଞ୍ଚଳରେ ବିଭିନ୍ନ ପରିସ୍ଥିତିରେ ଚାଲିଛି। ଏହି ଲୋକ-ସମର୍ଥନ ହେଉଛି ସାହିତ୍ୟର। ଏହାର ସ୍ରଷ୍ଟାର ନାମ ନାହିଁ। ପରିଚୟ ଅଛି। ଏହି ସୃଷ୍ଟିର ପ୍ରସିଦ୍ଧି ଅଛି। ଇଏ ବି ସାହିତ୍ୟ ଭିତରକୁ ଯାଇଛି। ଏହି ଶ୍ରେଣୀର ସାହିତ୍ୟ ଆମର ଓଡ଼ିଆ ସାହିତ୍ୟରେ ଅଗ୍ରପ୍ରାଧାନ୍ୟ ପାଇ ପାରିଲେ ପଳାୟନବାଦ ଓ ଭୟ-ଭ୍ରାନ୍ତିବାଦ ଲୋପ ପାଇଯାନ୍ତା। ଆମେ ଏବେ ସାହିତ୍ୟ କହିଲେ ବୁଝୁଛୁ ଗୋଟିଏ ସତକଥା ବା କଳ୍ପିତ କାହାଣୀର ଲେଖାରୂପ। ଇଏ ହେଉଛି ଜଣକର ଲୁଗା ଆଉ ଜଣେ ପିନ୍ଧିଲା ପରି। ଆମର ଛତିଶ ପାଟକର ଛତିଶଜଣ ନାରୀ ମାଟ୍ରିକୁଲେଟ୍ ବା ପୁରୁଷ ଗ୍ରାଜୁଏଟଙ୍କୁ ନେଇ ତାଙ୍କର ସମସ୍ୟାର ଚିତ୍ରଣ କଲେ ଛତିଶଖଣ୍ତ ବିଭିନ୍ନ ପ୍ରକାରର ବହି ହେବ। କାରଣ ଜୀବନର ଆଭିମୁଖ୍ୟ ତାହାର କଲେଜ ବା ସ୍କୁଲର ପାଠ୍ୟକ୍ରମ ଉପରେ ନିର୍ଭର କରେ ନାହିଁ। ଏଇଠି ହୁଏ ମତର ପ୍ରଭେଦ।। ଦଳେ କହନ୍ତି ମଣିଷ ଆଉ ମଣିଷ ଭିତରେ ପ୍ରଭେଦ ନାହିଁ। ପ୍ରତ୍ୟେକ ବିଷୟ ଏହି ମାନବିକତା ଦୃଷ୍ଟି କୋଣରୁ ବିଚାର ହେବା ଉଚିତ୍।